ଉଲ୍ଲେଖ କରୁଥିଲେ। ମସିହାରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗାର୍ଥଙ୍କ ସଂସର୍ଗରେ ଆସି ତାଙ୍କ ପ୍ରକାଶିତ ରେ ଲେଖା ମନ ଦେବା ସହ ତାଙ୍କ ପରିବାରର ନିକଟତର ହୋଇଥିଲେ ଓ ହୋଗାର୍ଥଙ୍କ ସାନ ଝିଅ କାଥେରିନ୍‌ଙ୍କ ସହ ନିବିଡ଼ତା ସୃଷ୍ଟି କରିଥିଲେ। ସେ ତାଙ୍କୁ ମସିହାରେ ବିବାହ କରିଥିଲେ। ଏହା ପରେ ତାଙ୍କର ଧାରାବାହିକ ଲେଖା ବୋହୁଳ ଭାବରେ ଆଦୃତ ହେବାରେ ଲାଗିଲା। ଏହା ସହ ସେ କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ। ଏକ ବାଳକର କାହାଣୀକୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗର ପ୍ରଥମ ଉପନ୍ୟାସ ଥିଲା। ମସିହାରେ ଡିକେନ୍ସ ଓ କାଥେରିନ୍‌ଙ୍କ ଔରସରୁ ପୁତ୍ର ଚାର୍ଲି ଜନ୍ମ ହୋଇଥିଲା। ଡିକେନ୍ସଙ୍କ ପରିବାର ସେହି ସମୟରେ ତାଙ୍କ ଭାଇ ଫ୍ରେଡରିକ୍ ଓ କାଥେରୀନ୍‌ଙ୍କ ଭଉଣୀ ମାରିଙ୍କ ସହ ଏକାଠି ରୋହୁଥିଲେ। କିନ୍ତୁ ମାରି ହଠାତ୍ ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ଘଟଣା ଚାର୍ଲସ୍‌ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ। ମାରିଙ୍କୁ ସେ ଖୁବ୍ ସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସରେ ଚରିତ୍ର ଭାବରେ ଆଦରର ସହ ଚିତ୍ରଣ କରିଥିଲେ। ସେହି ସମୟରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ୍ ଫୋଷ୍ଟରଙ୍କ ସହ ବନ୍ଧୁତା ହୋଇଥିଲା। ଜନ୍ ପରେ ତାଙ୍କର ବନ୍ଧୁ, ମ୍ୟାନେଜର୍ ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହୋଇ ନିଜେ ଜଣେ ସ୍ୱନାମଧନ୍ୟ ଲେଖକ ହୋଇପାରିଥିଲେ।ଏହି ସମୟରେ ସାହିତ୍ୟ କୃତି ସବୁ ପ୍ରଥମ ଐତିହାସିକ ଉପନ୍ୟାସ ଧାରାବାହିକ ଭାବେ ପ୍ରକାଶ ହୋଇ ପରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା। ମସିହାରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ। ସେହି ସମୟରେ କାଥେରୀନ୍‌ଙ୍କ ଭଗିନୀ ଜର୍ଜିନା ତାଙ୍କର ପରିବାରର ଦେଖାଶୁଣା କାର୍ଯ୍ୟ କରିଥିଲେ ଓ ସେ ମସିହାରେ ଡିକେନ୍ସଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ। ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ ଚରିତ୍ରରେ ଚିତ୍ରଣ କରିଥିଲେ।ଡିକେନ୍ସ ତାଙ୍କର ଆମେରିକା ଭ୍ରମଣର ଅନୁଭୂତି ସବୁକୁ ନାମକ ଭ୍ରମଣ ପୁସ୍ତକରେ ଲିପିବଦ୍ଧ କରିଛନ୍ତି। ସେଥିରେ ସେ ଆମେରିକାରେ ଥିବା କୃଷ୍ଣକାୟମାନଙ୍କୁ କ୍ରୀତଦାସ ଭାବରେ ରଖିବା ପ୍ରଥାକୁ ଗଭୀର ସମାଲୋଚନା କରିଥିଲେ। କିନ୍ତୁ ଆମେରିକାର କେତେକ ସମାଲୋଚକ ତାଙ୍କୁ ବର୍ଣ୍ଣବିଦ୍ୱେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। ସେ ନିଉୟର୍କ ସହରରେ ମାସେ କାଳ ଅବସ୍ଥାନ କରିଥିଲେ। ସେହି ସମୟରେ ସେ ବ୍ୟାପକ ଭାବରେ ବକ୍ତୃତାମାନ ଦେଇଥିଲେ ଓ ଆମେରିକାରେ ତାଙ୍କର ଲେଖାଗୁଡ଼ିକର ସତ୍ତ୍ୱାଧିକାରର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିଥିଲେ। ତେବେ ଆମେରିକାନ୍ ସାମ୍ବାଦିକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତଥାପି ସେ ଆମେରିକାରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂସିତ ହୋଇଥିଲେ। ତାଙ୍କର ଅନୁଭୂତିରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତ୍ତୀ ଲେଖାମାନଙ୍କରେ ସ୍ଥାନିତ କରିଥିଲେ।ମସିହାରେ ଡିକେନ୍ସ ଇଟାଲୀରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ୱିଜର୍ଲାଣ୍ଡ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ରଚନା କରିଥିବା ଓ ଉପନ୍ୟାସର ବିଷୟବସ୍ତୁ ଅଧିକ ଗଭୀରତା ସହିତ ସାବଧାନତା ସହ ଯୋଜନା କରି ଲେଖାଯାଇଥିବାର ଦେଖାଯାଇଥାଏ। ଏଥିରେ ସେ ସେହି ପତିତା ମହିଳାମାନଙ୍କୁ ସମାଜରେ ପୁନଃସଂସ୍ଥାପନା ପାଇଁ ଶିକ୍ଷାଦାନର ମଧ୍ୟ ବ୍ୟବସ୍ଥା ରଖିଥିଲେ। ତାଙ୍କ ସମୟକାଳ ମଧ୍ୟରେ ସେଠାରୁ ପ୍ରାୟ ଶହେ ଜଣ ମହିଳା ଗ୍ରାଜୁଏଟ୍ ହୋଇପାରିଥିଲେ। ସାଂଗଠନିକ ଧର୍ମ ପାଇଁ ଡିକେନ୍ସଙ୍କ ସ୍ପୃହା ନ ଥିଲା। ବାଧ୍ୟବାଧକତାରେ ଲୋକଙ୍କୁ ରବିବାର ଦିନ ଚର୍ଚ୍ଚ ଭିତରେ ରଖିବା ପରମ୍ପରାର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ୍ଚ ସଭାକୁ ଯାଉନଥିଲେ। କିନ୍ତୁ ତାଙ୍କର...